ଏଇ ବଡ଼ଲୋକିଆ, କରଣ ସାଆନ୍ତେ, ବାବୁଭାୟା ଗାଁକୁ ଆସିଲେ, ଗରିବଙ୍କଠୁ ଦୂରରେ ରହିବାପାଇଁ ବାହାର କରନ୍ତି ଜାତି ଜାତି। କାହିଁକିନା, ଜାତି ଜାତି କରି ଗାଁଟାକୁ ଫଟେଇ ନଦେଲେ ଡାଳୁଅ ବୁଣିହେବ ନାହିଁ। ନୁହେଁ ପୁଣି ଏଇ ବାବୁ ଯେତେବେଳେ ସହର ବଜାରକୁ ଯିବେ ସେତେବେଳେ ପାଣକଣ୍ଡରା ଛାଡ଼, ମୁସଲମାନ କିରସ୍ତାନ ହୋଟଲରେ ବସି କଣ୍ଟା ଚାମଚ ଧରି ଦେ' ପେଲି ଦେ ଦିବ୍ୟଗ୍ରାସ ସେଇଟା ବାବୁଆନି ସେଥିରେ ପୁଣି ଗର୍ବ। ଯେ ତା' ନକରେ ସେ ମୂର୍ଖ ଅସଭ୍ୟ। ଏଇ ତ ଜାତି? ଆମେ ଚଷା ବାପୁଡ଼ା, ଆମେ ଟିକେନାକୁ ହାଣ୍ଡି ଛୁଇଁ ଦେବୁ ଯେବେ ଦୁନିଆଯାକ ପାଗ ହେଉଥିବ ଖାଇ ବସିବାବେଳେ ଛୁଇଁଦେବୁ ତ ଭାତ ଥାଳି ମାରା ହେଇଯିବ ମା ଲକ୍ଷ୍ମୀ ଅପବିତ୍ର ହେଇ ଯାଆନ୍ତି। ପରଷିଲା ଲୋକର କାନିଟିକେ ବାଜିଲା ତ ପ୍ରସାଦ ପାତୁଳିକଯାଇ ଯିବ ପାଣିରେ। ଦେଖିବଟି ପୁଣି ସେଇ ବାବୁଭାୟାଙ୍କ ଘରକୁ ଧଳା-ଧଳା ଏଇ ଟଙ୍କା ନୋଟ ପରି ସାଦା ସାଦା ବାବୁମାନେ ଯେତେବେଳେ ଆସନ୍ତି, କିଏ ପଠାଣ, କିଏ ପାଣ, କିଏ କିରସ୍ତାନ, ସେତେବେଳକୁ ଜାତି କୁଆଡ଼େ ପଳାଏ। ଏକା ଟେବୁଲରେ ଖାନା ଖାଇବା, ଏକା ପାତୁଲିରୁ ଖାନା ଆଣିବା, ଏକା ନିଆଁରେ ସିଗାରେଟ ଧରିବା, ଏକା ସାଙ୍ଗରେ ମଦ ପିଇବା କେଉଁଟା ବାଦ୍ ପଡ଼େ କି? ମୁଁ ଦେଖିଛି ପରା? ଆମେ ସବୁ ପଠାଣ ହାକିମ ଦିପଟି ମୁନ୍ସି ଦାରୋଗା ଆସିଲେ ତାଙ୍କ ଅଇଁଠା ବାସନ ନ ଉଠଉ ବୋଲି ସାଆନ୍ତ ନିଜେ ବାସନ ଉଠେଇ ଆଣି ବାସନ ଉପରେ ଆଗ ପାଣି ଦି' ବାଲଟି ଢାଳିଦେଲେ ଯାଇ ଆମେ ମାଜି ମୁଜାକି ସଫା ସୁତୁରା କରି ରଖୁ। ସେତେବେଳେ ଜାତି କଥା କେଉଁଠି? ସବୁ ପଇସା ପଇସା ଏଇ ପଇସାର ଖେଳ। ପଇସାପାଇଁ ଜାତି ପଇସାପାଇଁବି ଅଜାତି। ଯେଉଁଠି ଜାତି ଜାତି କଲେ ପଇସା ମିଳିବ, ସେଠି ଜାତି ନାଆଁରେ ଯାବତ୍ ବଜ୍ଜାତି ଚାଲିଛି। ଯେଉଁଠି ଜାତି ନଛାଡ଼ିଲେ ଦାନା ମିଳିବ ନାହିଁ, ମାନ ମିଳିବ ନାହିଁ ସେଠି ପଇସାଟାଇ ଜାତି। ବୁଝିଲ କାକା। ଏ ଜାତି। ନୁହେଁ ଯେ ଚକ୍ରାନ୍ତ ବାବୁଭାୟାଙ୍କ ଚକ୍ରାନ୍ତ ମୁଁ ପରା ଦଶବର୍ଷ ହେଲା ଚାକିରି କରି ଖାଲି ସେଇଆ ଦେଖୁଚି। କେବଳ ଚକ୍ରାନ୍ତ ଷଡ଼ଯନ୍ତ୍ର। ସବୁ ଗରିବଙ୍କ ବିରୁଦ୍ଧରେ ଚକ୍ରାନ୍ତ। ଏ ଗାଁର ଚକ୍ରବ୍ୟୂହ ଭାଙ୍ଗିଗଲା ଏବେ ଦେଖିବ ଯା ସହରରେ ପଦ୍ମବ୍ୟୂହ ବସିଚି। କ'ଣ ନା ଆମେ ପାଠ ପଢ଼ିଛୁ ଭଦ୍ର ଶିକ୍ଷିତ ଆମର କି ଜାତି ସେଗୁଡ଼ାକ ଛୋଟ କଥା। ଜାତି ଏଇ ମୂର୍ଖ ଗରିବଙ୍କ ପାଇଁ। ବୁଝିଲ କାକା ମରମଟା? ବ୍ରାହ୍ମଣ କରଣ, ହିନ୍ଦୁ ମୁସଲମାନ ଜାତିଟା ସିନା ଏ ବଡ଼ଲୋକ ଉଠେଇଦେଲେ ଅସଲ ଜାତିର ବିଚାରଟା ଛାଡ଼ି ପାରୁ ନାହାନ୍ତି। ବୁଝି ପାରୁଚ ନନା କି ଜାତି? ବଡ଼ ଜାତି ଛୋଟ ଜାତି ବିଚାର ପଛକୁ କହିବି, ଢେର୍ କଥା। ଏ ହାଡ଼େ ହାଡ଼େ ଜରି ଯାଉଛି କେତେ କହିବ? ପୋଥି ସରିବ ନାହିଁ।ସେ ଉଠି ଠିଆହେଲା ଚାଲି ଯିବାକୁ। ଦୁଃଖୀଆ ତାକୁ ତାଟକା ହେଇ ଚାହିଁ ଥାଏ। ଏତେ କଥା ତୋତେ କିଏ ଶିକେଇଲାରେ ବାଳୁଙ୍ଗା ? ଦୁଃଖୀଆ ତାକୁ ବାଳୁଙ୍ଗା ବୋଲି ଡାକେ।ମା ପେଟରୁ ଶିଖିଥିଲି ମା ପେଟରୁ ଅଭିମନ୍ୟୁ ପରି। ସବୁ କହନ୍ତି, ଦିପହରେ ସମସ୍ତେ ଖାଇପିଇ ସାରିଲେ ଯେତେବେଳେ ପାଇଟି ଛିଡ଼ିଯାଏଁ, ଆଉ ରାତିରେ ସମସ୍ତେ କବାଟ କିଳିଦେଇ ବିଛଣାକୁ ଗଲେ ତୁ କେମନ୍ତେ ଡିବିରି ଜାଳି କ'ଣ ପଢ଼ୁ। କ'ଣ ସବୁ ଏତେ ପଢ଼ୁ କିରେ ମୁଁ ପଢ଼େ? ନାଇଁ ଦୁଃଖୀଆ କାକା ମିଛ ତୁଚ୍ଛା ମିଛ।ନାଇଁ, ତୁ କୁଆଡ଼େ କେତେ ଶାସ୍ତ୍ର ପୁରାଣ, ଗୀତା ଭାଗବତ, ରାମାୟଣ ମହାଭାରତ ପଢ଼ୁଛୁ। ଲୁଚଉଚୁ ମତେ।”ହଁ ସେମିତି ଖଣ୍ଡେ ଅଧେ କେତେବେଳେ ପଢ଼ିଦିଏ।କିନ୍ତୁ ଏସବୁ କଥା ତୁ ଶିଖିଲୁ କେଉଁଠୁ? ଏ ତ ପୋଥିପୁରାଣ କଥା ନୁହେଁ।”ନୁହେଁ ଆଉ କ'ଣ। ଠିକେଠିକେ ପୋଥିପୁରାଣରେ ତ ଏଇୟା ଅଛି।ଦୁଃଖୀଆ ହସିଲା।ତମେ ହସୁଛ କାକା? ଭାବ ଏକ ଭାଷା କେତେ ମତରେ ଅଛି। ସେମିତି ଶାସ୍ତ୍ରବି ଏକ ଭାଷା ଖାଲି ନିଆରା ନିଆରା। ଗୋଟିଏ ଶାସ୍ତ୍ର ଆଚ୍ଛା କରି ପଢ଼ିଲେ ଯାହା ଶହେ ଶାସ୍ତ୍ର କଞ୍ଚା କରି ପଢ଼ିଲେ ତା' ଫଳ କାହୁଁ ମିଳିବ? ପୁରାଣ ମୋତେ ଭାବ ଦେଇଛି। ମୁଁ ତାକୁ ମୋ ଭାଷାରେ ବୁଝାଇ କହି ଦଉଚି।ତୁ ଯଦି ଆଉ ଟିକିଏ ପାଠଶାଠ ପଢ଼ିଥାନ୍ତୁ ବଡ଼ ବୁଦ୍ଧିଆ ହୋଇଥାନ୍ତୁ।